ଏବେ ତ ଆମ ଘରେ ଆମ ନାମରେ ଯେଉଁ ସରକାରୀଶାସନ ଚାଲିଛି ତାହାକୁ କେବଳ ସରକାରୀ ଉଚ୍ଚ ଚାକିରିମାନେ ବୁଝୁଛନ୍ତି, ଧୋବଲା ଅସାଧୁମାନେ ଏବଂ ଅଧିନସ୍ଥ ଆତ୍ମକାମୀମାନେ ହିଁ ବୁଝୁଛନ୍ତି। ଦେଶର ହାକିମମାନେ ପ୍ରାୟ ନିଜର ଏକ ଅର୍ଥମୁହାଁ ମତଲବ ଦ୍ୱାରା ମଧ୍ ଅଧିକ ମଣିଷ ବାଟ ଚାଲୁଥିବା ଭାଷାରେ ଆଉ କଥା ହଁ କହିପାରୁ ନାହାନ୍ତି। ନିଜ ମୁଣ୍ଡରେ ସେମାନେ ଆଉ ଯେଉଁ ତାଙ୍କ ପ୍ରିୟ ଭାଷାଟିର ଫୁଲଟାକୁ ଖୋସିଛନ୍ତି, ବସ୍ତୁତଃ ତାହାରି ଜରିଆରେ ଜରମ ଚରମ ପରିମାଣରେ ଅସାଧୁ ଏବଂ ବିଶ୍ୱାସଘାତକ ହୋଇପାରୁଛନ୍ତି। ଗଣତନ୍ତ୍ର ଅନୁକୂଳ ଭିତ୍ତିଭୂମିଟିଏ ତିଆରିକରି ଆଣିବାରେ ଏକ ଦ୍ଵିତୀୟ ଆବଶ୍ୟକ କର୍ତ୍ତବ୍ୟ ରୂପେ ସେମାନେ ଦେଶର ସବୁ ପିଲାଙ୍କୁ ସ୍କୁଲକୁ ଆଣିପାରି ଥାଆନ୍ତେ। ସେହି ଦିଗରେ ସରକାର କେତେଭଳି ମିଛ ସଂତାଗଢ଼ି କେତେ କେତେ ହାକିମଙ୍କୁ ଦୁଆରୀ କରି ସେଠାରେ ନେଇ ବସାଇ ଦେଉଛନ୍ତି ଏବଂ ଆଦୌ ନିଦା କ କିଛି ନ କରିବା ନାଆଁରେ କୋଟି କୋଟି ଟଙ୍କା ବୁହାଇ ଦେଉଛନ୍ତି। ଶଗଡ଼ ଶଗଡ଼ କାଗଜବିଡ଼ା ଭିତରେ ଇଂରାଜୀରେ ଲେଖାହୋଇ ତାହାର ଫୁଲେଇ ବିବରଣୀମାନ ସାଇତା ହୋଇ ରହୁଛି। କାହିଁକି କଣ ହେବାର ଥିଲା ଓ କାହିଁକି ନହେଲା, ତାର ଜବାବ ଦେବାକୁ କେହି ବାଧ୍ୟ ହେଉନାହାନ୍ତି। ନିତାନ୍ତ ଗୋବରମାନେ ହାକିମ ହୋଇ ଆସୁଛନ୍ତି, ଘଡ଼ିଏ ଫଟର ଫଟର ହେଉଛନ୍ତି ଓ ତାପରେ ସବୁ ବରବାଦ କରି ପଦୋନ୍ନତି ପାଇ ଆଉ କୁଆଡ଼େ ଚାଲି ଯାଉଛନ୍ତି। ଯେଉଁ ଘରକୁ ଜଗିବେ ବୋଲି ନିଜ କାମରେ ବ ଢୋଲେ ଦରମା ପାଉଛନ୍ତି, ସେହି ଘରକୁ ସେମାନେ ଧୋକା ଦେଉଛନ୍ତି। ଯଦି ଲୋକସ୍ତରର ତଳଟା ପ୍ରକୃତରେ ସଚେତନ ହୋଇଥାନ୍ତା, ତେବେ ସେହି ବଡ଼ମାନଙ୍କୁ ରାସ୍ତା ଉପରେ ଆଣି ଦୋ କାନ ଧରାଇ ବସ ଉଠ କରାଇପାରନ୍ତା। ଇଂରାଜୀରେ ବୋଲି ଗୋଟିଏ ଶବ୍ଦ ଅଛି। ଜଗୁଆଳି କୁକୁର ଯେପରି ଘରକୁ ଜଗେ, ଆମ ସରକାର ସେହିପରି ଆମ ସାମୂହିକ ଜୀବନର ଘରଟିକୁ ଜଗିବାରେ ହିଁ ଆପଣାକୁ ନିଯୁକ୍ତ କରି ରଖିବେ। ଆମର ପରମ ଦୁର୍ଭାଗ୍ୟ ଅଥବା ଆମ ହାକିମ ବାବୁମାନଙ୍କର ପରମ ସୌଭାଗ୍ୟ ଯେ ସେମାନେ ସେହି ମୂଳ କାର୍ଯ୍ୟଟିକୁ ଛାଡ଼ିଦେଇ ବାକି ସବୁ କାମ କରୁଛନ୍ତି। ସରକାରୀ କଳଟାର ଏକାବେଳେକେ ମଥାନଟି ଉପରେ ଯେଉଁ ମନ୍ତ୍ରୀମାନେ ରହିଛନ୍ତି। ସେମାନେ ଆମ ଘର ଜଗିବାକୁ ରହିଛନ୍ତି ବୋଲି ସେମାନଙ୍କୁ କହିଲେ ସେମାନେ ସମ୍ଭବତଃ ଭାରି ଅପମାନିତ ବୋଧ କରିବେ। ସେମାନେ ତ ଆସନସ୍ଥ ହୋଇ ରହିବାର ଏହି ମିଆଦଟାକୁ ସତେ ଅବା ଏକ ବୃହସ୍ପତି ଯୋଗ ବୋଲି ଧରି ନେଉଛନ୍ତି ଏବଂ ଘର ଜଗିବା କାମଟିକୁ ବାଦ୍ ଦେଇ ଆଉ ସବୁକିଛି କରୁଛନ୍ତି। ଭାଷଣ ଦେଉଛନ୍ତି, ସାନ ପିଲାମାନଙ୍କୁ ଦେଶପ୍ରୀତି ବିଷୟରେ ଉଦ୍ବୋଧନ ଦେଉଛନ୍ତି, ସାହିତ୍ୟ, ଧର୍ମ, କ୍ରୀଡ଼ା, କ୍ରିକେଟ, ଶ୍ରାଦ୍ଧସଭା, କୌଣସି ବ୍ୟାଙ୍କ ଶାଖା ଅଥବା ବସ୍ତ୍ରାଳୟର ଉନ୍ମୋଚନ ପ୍ରଭୃତି ସକଳ ଅବସରେ ସର୍ବମୁଖ୍ୟ ହୋଇ ପହଞ୍ଚି ଯାଉଛନ୍ତି। ତେଅବା ସବୁକିଛିକୁ ଗିଳି ପକାଇବାକୁ ମନ କରୁଛନ୍ତି। ଏହି ଅନିତ୍ୟ ଜୀବନରେ ଭଗବାନ ଯେତିକି ସମୟ ଏଠି ଗାଦୀଟିଏ ମାଡ଼ି ବସିବାର ମଉକାଟିଏ ଜୁଟାଇ ଦେଇଛନ୍ତି, ତାହାର ପୂର୍ଣ୍ଣ ସଦ୍ବ୍ୟବ୍ୟାବହାର କରିବାକୁ ସେମାନେ ପ୍ରାୟ କାମାକୁଳ ବି ବ୍ୟାଘ୍ରବତ୍ ହେବାରେ ଲାଗିଛନ୍ତି। ହଁ ସେମାନେ ନିଜେ ପ୍ରକୃତରେ ଭାରି ଅନ୍ୟତ ମାତ୍ର ଦେଶ ମୋଟେ ଅନ୍ୟତ୍ୟ ନୁହେଁ, ତେଣୁ ଉଚିତ୍ ପରିମଳଟି ବିଷୟରେ କିଞ୍ଚିତ ଶିକ୍ଷାଲାଭ କରିଥିଲେ ସେମାନେ ଘର ଜଗିବାରେ ହିଁ ସର୍ବାଧିକ ସମୟ ଦେଇଥାନ୍ତି। ଘର ଜଗିବା ଛାଡ଼ି ସଭାରେ ୟାଡୁସାଡୁ କହିବାକୁ ମୋଟେ ଆସୁନଥାନ୍ତି। ଯଦି ସରକାର ଆମ ପିଲାଙ୍କ ଶିକ୍ଷା ବିଷୟରେ ନିଜକୁ ବୋଲି ବିଚାରୁ ଥାଆନ୍ତେ, ତେବେ ଶିକ୍ଷା ଏଠାରେ ପ୍ରକୃତରେ ଶିକ୍ଷା ପରି ଚାଲୁଥାନ୍ତା, ନିତାନ୍ତ ମ୍ଳେଚ୍ଛମାନଙ୍କର